ତାଙ୍କ ସାଥିରେ ଆମ ପରିଚିତ ଶ୍ରୀ କବିବର ରାଧାନାଥ ମଧ୍ୟ ରହିଥିଲେ-। ଦୁହେଁ ଦୁହିଙ୍କୁ ନିଜର ବିଶ୍ୱାସ କଥାମାନ କହିପାରିଲା ଭଳି ପରସ୍ପରର ବନ୍ଧୁଥିଲେ। ଧର୍ମ ପରିବର୍ତ୍ତନ ଲାଗି ଉଭୟ ଏକାଠି ମନ୍ତ୍ରଣା କରିଥିଲେ। ରାଧାନାଥଙ୍କ ଘରେ ମଜା କରିବାରୁ ତାଙ୍କର ଉତ୍ସାହ ଭାଙ୍ଗିଗଲା ଏବଂ ଏକୁଟିଆ ଏଡ଼େ ବଡ଼ ଗୋଟାଏ ପଦକ୍ଷେପ ନେବାକୁ ଫକୀରମୋହନଙ୍କର ବି ଆଉ ଇଚ୍ଛା ହେଲା ନାହିଁ। ସାହସ କୁଳାଇ ନଥିବ। ଯଦି ବା ସାହସ କୁଳାଇ ଥାଆନ୍ତା, ତେବେ ମଧ୍ୟ କ'ଣ ଫରକ ହୋଇ ଯାଇଥାନ୍ତା? ଫକୀରମୋହନ ଯାହାହେଲେ, ତା'ଠାରୁ ଆଉ କ'ଣ ଅଲଗା ହୋଇଥାନ୍ତେ? ଏତେ ଏତେ ପଇସା ଖର୍ଚ୍ଚ କରି ପାଦ୍ରୀମାନେ ଯେ ପୃଥିବୀଯାକ ଚରି ଯାଇଛନ୍ତି ଓ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ପ୍ରଚାର କରିଛନ୍ତି, ତଦ୍ଦ୍ୱାରା ପୃଥିବୀରେ ବା କ'ଣ ସବୁ ହେଉଛି? ସେହି ପ୍ରଚାରଟି ନ ହୋଇଥିଲେ ପୃଥିବୀର ଭାଗ୍ୟରେ ଆଉ ସବୁ କ'ଣ ଅଭାବ ରହିଯାଇଥାନ୍ତା? ଇଉରୋପର ଶ୍ରୀ ଆଲବର୍ଟ ଶ୍ୱାଇତ୍ଜର୍ ଅସହାୟମାନଙ୍କର ଶୁଶ୍ରୂଷା କରିବେ ବୋଲି ଦର୍ଶନଶାସ୍ତ୍ରର ଅଧ୍ୟାପନା ଛାଡ଼ି ଡାକ୍ତରୀ ପଢ଼ିଲେ ଏବଂ ଭିତରୁ ଭଗବାନଙ୍କର ଅନୁଜ୍ଞାକୁ ମାନି ଆଫ୍ରିକା ଗଲେ। ଡାକ୍ତରଖାନା ତିଆରି କଲେ, ଗୋରା ହୋଇଥିଲେ ମଧ୍ୟ କଳାମାନଙ୍କର ଚିକିତ୍ସା କଲେ। ନିଜର ସେହି ମହାନ୍ କାର୍ଯ୍ୟଟିରେ ଈଶ୍ଵରଙ୍କର ପ୍ରେରଣା ହିଁ ତାଙ୍କୁ ପରିଚାଳିତ କରିନେଉଛି ବୋଲି ସିଏ ନିରନ୍ତର ଅନୁଭବ। କରୁଥିଲେ। ସହକର୍ମୀ ହିସାବରେ ଇଉରୋପରୁ ଆହୁରି କେତେ ବ୍ୟକ୍ତି ମଧ୍ୟ ତାଙ୍କ ଡାକ୍ତରୀ କାର୍ଯ୍ୟରେ ଯାଇ ଯୋଗ ଦେଇଥିଲେ। ଶ୍ରୀ ଶ୍ୱାଇତ୍ଜର୍ ଏହି ମହତ୍ କାର୍ଯ୍ୟ ପାଇଁ ପୃଥିବୀଯାକର ସାଧୁବାଦ ପାଇଲେ। ନିଜ ଈଶ୍ୱରଙ୍କର ବାଣୀକୁ ସେ କଳା ଲୋକମାନଙ୍କୁ ମଧ୍ୟ ଭାରି ଉତ୍ସାହର ସହିତ ଶୁଣାଉଥିଲେ ଏବଂ କଳାଙ୍କ ମଧ୍ୟରୁ କେହି ଜଣେ ତାଙ୍କ କଥାରେ ଉଦ୍ବୁଦ୍ଧ ହୋଇ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ ଶ୍ୱାଇତ୍ଜର୍ ହୁଏତ କେତେ ଖୁସି ହୋଇ ଯାଉଥିଲେ। ସେତିକିବେଳେ ଇଉରୋପରେ ଯୁଦ୍ଧ ଲାଗିଲା। ଇଉରୋପରେ ଖ୍ରୀଷ୍ଟିଆନ ଦେଶମାନେ ଦୁଇଟି ଜୋଟରେ ପରସ୍ପର ସହିତ ଯୁଦ୍ଧ କରି ବାହାରିଲେ, ଯାହାକୁ ଆମେ ପ୍ରଥମ ମହାଯୁଦ୍ଧ ବୋଲି କହୁଛୁ। ଇଉରୋପରେ ଯୁଦ୍ଧ ଲାଗିଛି ଓ ଖ୍ରୀଷ୍ଟିଆନମାନେ ପରସ୍ପରକୁ ହତ୍ୟା କରୁଛନ୍ତି ବୋଲି ଖବରଟି ଶ୍ୱାଇତ୍ଜର୍ଙ୍କର ଡାକ୍ତରଖାନାରେ ବି ଯାଇ ପହଞ୍ଚିଲା। ତାହା ଶୁଣି ଆଫ୍ରିକାବାସୀ ଭାରି ସଂକଟରେ ପଡ଼ି ଯାଇଥିଲେ। ଶ୍ୱାଇତ୍ଜର୍ ସେମାନଙ୍କୁ ଆଗରୁ କହି ଆସିଥଲେ ଯେ, ଖ୍ରୀଷ୍ଟିୟାନ୍ ଧର୍ମ ହେଉଛି ପ୍ରେମର ଧର୍ମ, କରୁଣାର ଧର୍ମ, ଶାନ୍ତିର ଧର୍ମ। ପ୍ରେମର, କରୁଣାର ଏବଂ ଶାନ୍ତିର ଧର୍ମରେ ରହିଥିବା ଲୋକମାନେ ପୁଣି ଯୁଦ୍ଧ କରି କେମିତି ବାହାରିଲେ? ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରର ପଇତା ପକାଇଦେଲେ ମଣିଷମାନେ ଯେ ପ୍ରେମ, କରୁଣା ଏବଂ କ୍ଷମାର ପଟକୁ ଆସିଯାଆନ୍ତି ନାହିଁ, ପୃଥିବୀର ଇତିହାସରେ ସେକଥା ଆଉଥରକ ପାଇଁ ପ୍ରମାଣିତ ହୋଇଗଲା। ଦେବାନାଂ ପ୍ରିୟ ରାଜା ଅଶୋକ ବୌଦ୍ଧ ଧର୍ମକୁ କେଡ଼େ ଉତ୍ସାହରେ ଭାରତର ବାହାରକୁ ପ୍ରଚାର ନିମନ୍ତେ ପ୍ରେରଣ କରିଥିଲେ। ନିଜର ଝିଅ ଓ ପୁଅମାନଙ୍କୁ ସିଏ ସେହି କାର୍ଯ୍ୟରେ ନିଯୁକ୍ତ କରିଥିଲେ। ସତେଅବା ନୋଟିସ୍ ଜାରି କରିଦେଇ ଅଶୋକ ସେତେବେଳେ ପୂରା ଉପମହାଦେଶଟାକୁ ଆବୋରି ରହିଥିବା ମଗଧ ରାଜ୍ୟଟିକୁ ବୌଦ୍ଧ ଧର୍ମର ରଜ୍ଜୁରେ ବାନ୍ଧି ପକାଇଥିଲେ। ତଥାପି, ସେହି ସମୟ ଠାରୁ କ'ଣ ସବୁ ଅନ୍ୟ ବିଧାନ ଆସି ଯୋଜନାଗୁଡ଼ିକୁ ବିଗାଡ଼ିଦେଲା ଯେ, ବୌଦ୍ଧଧର୍ମ ଭାରତବର୍ଷରୁ ମୂଳପୋଛ ହୋଇଗଲା। ଇତିହାସ କହୁଛି ଯେ, ଚେଙ୍ଗିଜ୍ ଖାଁ ମଧ୍ୟ ବୌଦ୍ଧ ଥିଲେ। ସିଏ